ସେଦିନର ଜଳଧର, ପ୍ରସନ୍ନ କୁମାର, ନୀଳଚନ୍ଦ୍ର ଆଜି ସମସ୍ତେ ଯେଝା ବାଟରେ ଫେରି ଗଲେଣି। ନିଜ ନିଜର ସଂସାର ପାତି ସେମାନେ କିଏ କେତେ ଦୂରରେ ଅଛନ୍ତି। ଆଉ ସେମାନେ ଆସିବେନି-ଆସିବାର ସମ୍ଭାବନା ବି ନାହିଁ। ସେ ବି ଅଭିନୟ କରି କରି କ୍ଳାନ୍ତ, ଶାନ୍ତ। ତା'ର ଆଉ ଶକ୍ତି ନାହିଁ। ସେ ଖୋଜୁଛି ଆଶ୍ରୟ; ସେ ଖୋଜୁଛି ଏ କୃତ୍ରିମ ଜଞ୍ଜାଳରୁ ମୁକ୍ତି। କିନ୍ତୁ କାହିଁ କିଏ? କିଏ ଦେବ ଆଶ୍ରୟ; କେଉଁଠି ପାଇବ ସେ ମୁକ୍ତି। ଏମ୍. ଏ. ପାସ୍ କରିସାରି ସେ ଚାକିରି କଲା। ବାରିପଦା ହାଇସ୍କୁଲରେ ଶିକ୍ଷୟିତ୍ରୀ। ତାକୁ ଜଣାପଡ଼ିଲା କେତେ ଋକ୍ଷ କର୍କଶ। ସେ ଦିନେ ଭାବିଥିଲା ନିଜେ ଅଭିନୟ କରିବ। ନିଜର ଅଭିନୟ ଚାତୁରୀରେ ଅନ୍ୟକୁ ଭୁଲାଇ ଦେବ। କିନ୍ତୁ ହାୟ-ସେ ହାରିଗଲା। ଅନ୍ୟକୁ ଭୁଲାଇବା ଦୂରରେ ଥାଉ-ସେ ନିଜେ ସବୁ ଭୁଲିଗଲା; ଆଉ ତାକୁ ସମସ୍ତେ ଭୁଲାଇ ଦେଲେ। ସେ ଭାବିଥିଲା ଦୁନିଆକୁ ଉପଭୋଗ କରିଯିବ-କିନ୍ତୁ ଦୁନିଆ ତାକୁ ଉପଭୋଗ କରିସାରି ଫିଙ୍ଗି ଦେଇଛି। ସେ ଆଜି କିଛି ନୁହେଁ-ଯେଉଁମାନେ ଚାଲିଗଲେ ସେମାନଙ୍କର ପଦଧ୍ୱନି ଆଉ ତା' କୁଟୀର ଦ୍ୱାରରେ ଶୁଭିବ ନାହିଁ। ଯେଉଁମାନେ ଆସିବେ; ସେମାନେ କେବଳ ତାକୁ ଠକିବାକୁ ଅଧିକ ଦୁଃଖ ଦେବାକୁ ଆସିବେ। ସେମାନେ ବି ଯିବେ; କଦାପି ରହିବେନି। ସେମାନେ ତାକୁ ଦୟା ଦେଖାଇବାକୁ ଆସିବେ; ସହାନୁଭୂତି ଜଣାଇବାକୁ ଆସିବେ; କିନ୍ତୁ ତା'ର ଦୁଃଖରେ ଭାଗ ନେବେ ନାହିଁ। ତାର ସବୁ ଦୋଷ କ୍ଷମାଦେଇ ତାକୁ ନିଜର କରିନେବେ ନାହିଁ। ଯେ ତାକୁ ନିଜର ବୋଲି ତୋଳି ନେଇଥିଲା-ସେଇ ନୀହାରକୁ ସେ କେବେଠୁଁ ସାତପର ଠାରୁ ହୀନ କରିଦେଇଛି। ତା'ର ଚିଠି ପାଇ; ନ। ପାଇଲା ଭଳି ରହିଛି। କଥା ଶୁଣି, ନ ଶୁଣିବାର ଛଳନା କରିଛି। ନିଜ ଚଲା ବାଟର କଣ୍ଟା ପରି ସେ ତାକୁ ଉଠାଇ ଦୂରକୁ ଫିଙ୍ଗି ଦେଇଛି-। ତା'ର ମନେପଡ଼ିଲା କେତେ ଆଦର ଯତ୍ନରେ ତା'ର ଚିଠିଗୁଡ଼ିକ ସାଇତି ରଖେ ନୀହାର-। ସେ ନିଜେ ଦେଖିଛି ନୀହାରର ସୁଟକେଶ୍ ଭିତରେ ତା'ର ପ୍ରତିଟି ଚିଠି ଅତି ଯତ୍ନରେ ସୁରକ୍ଷିତ। ନୀହାର କହେ-''ମୋ ଜୀବନର ଏଇତକ ହେଉଛି ଶ୍ରେଷ୍ଠ ସମ୍ପଦ। ଜୀବନର ସବୁ କିଛି ଦେଇ ମୁଁ ଏତିକି ମାତ୍ର ପାଇଛି। ଏ ଆଖିର ଲୁହ, ମନର ବେଦନା ସବୁର ବିନିମୟରେ ଏଇତକ ମୋର ଏକାନ୍ତ ନିଜସ୍ୱ। ୟାକୁଇ ନେଇ ମୁଁ ବଞ୍ଚିବି। କାଲି ହୁଏତ ତୁମେ କେତେ ଦୂରରେ ହଜି ଯାଇପାର, ବା ମୋତେ ଭୁଲି ଯାଇପାର। କିନ୍ତୁ ଏ ଚିଠିଗୁଡ଼ିକ ସବୁଦିନ ପାଇଁ ମୋର ନିଜର ହୋଇ ରହିବ-। ଏହାରି ଭିତରେ ମୋର ସୁଖ ଦୁଃଖର, ବିରହ ମିଳନର, ନିତ୍ୟ-ନୂତନା ପ୍ରେମିକା ବଞ୍ଚି ରହିଛି-। ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ। ଯେଉଁ ଦିନଗୁଡ଼ିକ ମୋ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ; ତାରି ସ୍ମୃତିର ସ୍ୱାକ୍ଷରରେ ଏହି ପ୍ରତ୍ୟେକଟି ଚିଠି ପ୍ରାଣବନ୍ତ-ଏହି ମୋର ବନ୍ଧୁ-ନିସ୍ୱ ଜୀବନର ଏକମାତ୍ର ସମ୍ପଦ-ଅଶାନ୍ତ ମୁହୂର୍ତ୍ତର ଶାନ୍ତି-ପରାଜିତ ପ୍ରାଣର ମଧୁର ଆଶ୍ୱାସନା। '' ଫଳରେ ସାଗରୀକା ଅନେକଥର ତା' ଚିଠି ସବୁ ତାକୁ ଫେରାଇ ଦେବାକୁ ଅନୁରୋଧ କରି ନିଷ୍ଫଳ ହୋଇଛି-। ଅତି ନିଷ୍ଠୁର ଭାବରେ କହିଛି-'' ସେ ଚିଠି ବ୍ୟତୀତ ତୁମେ ଆଉ ଯାହା ଚାହଁ-ତାହା ମାଗ-। ମୁଁ ଦେବାକୁ ରାଜି ଅଛି। କିନ୍ତୁ ତା'କୁ ଦେଇପାରିବିନି। ଯେଉଁ କେତୋଟି ମୁହୂର୍ତ୍ତରେ ତୁମେ ମୋତେ ଏକାନ୍ତ ଭାବରେ ଭଲ ପାଇଛ;